ସାଇନା ନେହୱାଲ ଜଣେ ଭାରତୀୟ ମହିଳା ବ୍ୟାଡ଼ମିଟନ ଖେଳାଳୀ। ତାଙ୍କ ପିତାଙ୍କ ନାମ ଡ. ହରବୀର ସିଂହ ନେହୱାଲ ଓ ମାତାଙ୍କ ନାମ ଊଷା ନେହୱାଲ। ଉଭୟ ହରିଆଣାର ପୂର୍ବତନ ରାଜ୍ୟ ବ୍ୟାଡ଼ମିଟନ ଚାମ୍ପିଆନ ଥିଲେ। ସାଇନା ବ୍ୟାଡ଼ମିଟନକୁ ଆସିବାର ପ୍ରେରଣା ପିତାମାତାଙ୍କଠାରୁ ପାଇଥିଲେ। ପରେ ଅଲିମ୍ପିକ ଗୋଲ୍ଡ କ୍ୱେଷ୍ଟ ସହାୟତାରେ ସାଇନା ନିଜ ବ୍ୟାଡ଼ମିଟନ କ୍ୟାରିଅରକୁ ଆଗକୁ ବଢ଼ାଇଥିଲେ। ପ୍ରଥମେ ଖେଳାଳୀ ଭାବେ ଏସିଆନ ସାଟେଲାଇଟ ବ୍ୟାଡ଼ମିଟନ ଟୁର୍ଣ୍ଣାମେଣ୍ଟକୁ ଦୁଇଥର ଜିତି ସାଇନା ଲୋକଲୋଚନକୁ ଆସିଥିଲେ। ଘରୋଇ ସ୍ତରରେ ଷ୍ଟାରର ମାନ୍ୟତା ପାଇସାରିଥିବା ସାଇନା ଏହିଠାରୁ ଆନ୍ତର୍ଜାତିକ ସଫଳତା ପାଇଥିଲେ। ଦୁଇ ହଜାର ଛଅରେ ଏକ ଫୋର ଷ୍ଟାର ଟୁର୍ଣ୍ଣାମେଣ୍ଟ ଜିତି ସେ ଚୀନ ଓ ଇଣ୍ଡୋନେସିଆ ଖେଳାଳୀଙ୍କ ପାଇଁ ବିପଦ ଭାବେ ଉଭା ହୋଇଥିଲେ। ଦୁଇ ହଜାର ବାର ଲଣ୍ଡନ ଅଲିମ୍ପିକରେ ସାଇନା ନେହୱାଲ ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟାଡ଼ମିଟନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।ସାଇନା ହରିଆଣାର ହିସାର ଜିଲ୍ଲାର ଧିନ୍ଦାର ଗାଁରେ ଏକ ଜାଟ ପରିବାରରେ ଜନ୍ମ। ପିଲାବେଳେ ତାଙ୍କର ବ୍ୟାଡ଼ମିଟନ ପ୍ରତି ଆଗ୍ରହ ନଥିଲା। ବ୍ୟାଡ଼ମିଟନ ଖେଳରେ ଆଧିପତ୍ୟ ବିସ୍ତାର କରୁଥିବା ସାଇନା ତାଙ୍କ ଖେଳ ଜୀବନ କରାଟେରୁ ଆରମ୍ଭ କରିଥିଲେ। କିଛିଟା ସଫଳତା ସହ କରାଟେ ଭଳି ବିପଦଜ୍ଜନକ ଖେଳରେ ସେ ହାଇଦ୍ରାବାଦୀ ତରୁଣୀ ବ୍ରାଉନ ବେଲ୍ଟ ହାସଲ କରିଥିଲେ। ତେବେ କୋଚଙ୍କ ଦୁଃସାହସିକ ନିର୍ଦ୍ଦେଶ ପାଇଁ ଶିଶୁ ସାଇନା କରାଟେ ଛାଡ଼ିବାର ନିଷ୍ପତ୍ତି ନେ କରିନେଇଥିଲେ। କୋଚ ପେଟ ଉପରେ ମୋଟରସାଇକଲ ଚଢ଼ାଇବାକୁ କହିବା ପରେ ଆଠ ବର୍ଷୀୟା ସାଇନା କରାଟେ ଛାଡ଼ି ବ୍ୟାଡ଼ମିଟନକୁ ଓହ୍ଲାଇଥିଲେ। ସାଇନାଙ୍କ ପିଲାବେଳ ଚୌଧୁରୀ ଚରଣ ସିଂହ ହରିଆଣା କୃଷି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କଟିଥିଲା। ପିତା ଡ. ହରବୀର ସିଂହ ନେହୱାଲ ଏହି ବିଶ୍ୱବିଦ୍ୟାଳୟରେ ଚାକିରି କରିଥିଲେ। ହରବୀର ପରେ ହାଇଦ୍ରାବାଦ ଚାଲିଯିବା ସହ ସେଠାରେ ସ୍ଥାୟୀ ଭାବେ ରହିଥିଲେ।ଫିଲିପାଇନ୍ସ ଓପନରେ ଅଶୀତି ପରିପୂର୍ଣ୍ଣ ଛଅ ତମ ସିଡ୍ ଭାବେ ଖେଳ ଆରମ୍ଭ କରି ବହୁ ସିଡେଡ୍ ଖେଳାଳୀଙ୍କୁ ହରାଇ ସାଇନା ଚାମ୍ପିଆନ ହେବା ଆନ୍ତର୍ଜାତୀୟ ସ୍ତରରେ ତାଙ୍କୁ ପ୍ରତିଷ୍ଠିତ କରାଇଥିଲା। ପରେ ପରେ ସେ ବହୁ ଆନ୍ତର୍ଜାତୀୟ ସଫଳତା ପାଇ ଭାରତକୁ ବିଶ୍ୱ ବ୍ୟାଡ଼ମିଟନର ଶକ୍ତି ଭାବେ ସ୍ଥାପିତ କରିଥିଲେ। ଦୁଇ ହଜାର ତିନିରୁ ମସିହା ମଧ୍ୟରେ ସାଇନା ଆନ୍ତର୍ଜାତୀୟ ସ୍ତରରେ ଅଠର ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି। ଏହି ସଫଳ ତାରକା ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଚୀନର ୱାଙ୍ଗ ସିଜିଆନଙ୍କୁ ହରାଇ ସୁଇସ ଓପନ ଟାଇଟଲ ବଜାୟ ରଖିଥିଲେ। ଜୁଲାଇ ମାସରେ ଥାଇଲାଣ୍ଡ ଓପନ ଗ୍ରାଣ୍ଡପ୍ରିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି। ସେ ମଧ୍ୟ ଇଣ୍ଡୋନେସିଆ ସୁପର ସିରିଜରେ ତୃତୀୟ ଥର ଚାମ୍ପିଆନ ହେବାର ରେକର୍ଡ କରିଛନ୍ତି।ପ୍ରଥମ ଭାରତୀୟ ଭାବେ ସେ ଚାରି ବର୍ଷ ତଳେ ବେଜିଂ ଅଲିମ୍ପିକର କ୍ୱାର୍ଟର ଫାଇନାଲକୁ ଯାଇଥିଲେ ମଧ୍ୟ ସେମିଫାଇନାଲରେ ଖେଳି ପାରି ନଥିଲେ। ଲଣ୍ଡନ ଅଲିମ୍ପିକ କ୍ରୀଡ଼ାରେ ଏହି ବିଫଳତାକୁ ପଛରେ ପକାଇ ସେ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବକୁ ଦ୍ୱିଗୁଣିତ କରିଛନ୍ତି। ଆନ୍ତର୍ଜାତୀୟ ବ୍ୟାଡ଼ମିଟନରେ କେତେକାଂଶରେ ଚୀନ ଓ ଇଣ୍ଡୋନେସିଆ ପ୍ରତିଯୋଗୀଙ୍କୁ ପ୍ରତିହତ କରିଥିବା ପ୍ରଥମ ଭାରତୀୟ ଭାବେ ସାଇନା ବେଜିଂ ଅଲିମ୍ପିକ କ୍ରୀଡ଼ାର କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିଲେ। ତେବେ ପଦକ ପାଇବାର ସୁଯୋଗ ପାଇ ନ ଥିଲେ।ସାଇନା ପ୍ରଥମ ଭାରତୀୟ ଭାବେ ବିଶ୍ୱ ଜୁନିଅର ବ୍ୟାଡ଼ମିଟନ ଚାମ୍ପିଆନ ଟାଇଟଲ ଜିତିବାର ରେକର୍ଡ କରିଥିଲେ। ଦୁଇ ହଜାର ନ୍ୟୁନରେ ଦୁଇ ହଜାର ନଅରେ ସେ ପ୍ରଥମ ଭାରତୀୟ ଭାବେ ଇଣ୍ଡୋନେସିଆ ସୁପର ସିରିଜରେ ଚାମ୍ପିଆନ ହୋଇଥିଲେ। ଦୁଇ ହଜାର ଦଶରେ ସିଙ୍ଗାପୁର ଓପନ ଜିତି ସେ କ୍ୟାରିଅରର ଦ୍ୱିତୀୟ ସୁପର ସିରିଜ ଟାଇଟଲ ଜିତି ଚହଳ ସୃଷ୍ଟି କରିଥିଲେ। ଦ୍ୱିତୀୟ ଥର ପାଇଁ ଇଣ୍ଡୋନେସିଆ ଓପନ ଜିତି ସେ ସୁପର ସିରିଜରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ସାଇନା ପ୍ରଥମେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ ଏସ. ଏମ. ଆରିଫଙ୍କଠାରୁ କୋଚିଂ ନେଇ ବ୍ୟାଡ଼ମିଟନକୁ ଓହ୍ଲାଇଥିଲେ। ଇଣ୍ଡୋନେସିଆ ବ୍ୟାଡ଼ମିଟନ କିମ୍ବଦନ୍ତୀ ଅତିକ ଜୁହାରି ମଧ୍ୟ ତାଙ୍କୁ କୋଚିଂ ଦେଇଛନ୍ତି। ପୂର୍ବତନ ଅଲ ଇଣ୍ଡିଆ ଚାମ୍ପିଆନ ପୁଲେଲା ଗୋପିଚାନ୍ଦ ସମ୍ପ୍ରତି ସାଇନାଙ୍କ ମେଣ୍ଟର ଅଛନ୍ତି।